ତାହାର ପତ୍ରଲେଖା ଛଟା ମୋହ ହୃଦୟରେ ସବୁ ଚିତ୍ର ଆଣି ପ୍ରକଟିତ କରୁଅଛି। ସ୍ନେହର ପ୍ରସ୍ରବଣ ମୋ ଆଡ଼କୁ ଧାବିତ। ମୁଁ ପାମର କେବଳ ତାହାର ପ୍ରତିଦାନ ନ କରି ଅନ୍ୟାୟ କରୁଅଛି। କେବଳ ରୂପଶ୍ରୀ ଦେଖି କଣ ସବୁ ବିସର୍ଜନ କରିବାକୁ ହେବ, ତାହା ନୁହେଁ। ଯେଉଁମାନେ ରୂପଜ ମୋହରେ ପ୍ରତାରିତ ହୋଇଥାନ୍ତି, ସେମାନଙ୍କର ପରିଣାମ ଶୋଚନୀୟ ହୋଇଉଠେ। ଲୋକେ କେବଳ ଶରୀରର କାନ୍ତି ଓ ମୁଖର ଗଠନରେ ରୂପର ବିଚାର କରୁଥାନ୍ତି। କିନ୍ତୁ ତାହା ବଡ଼ ଭ୍ରମ। ରୂପର ବାସ କେତେଠିଁ ତାହା ମୁଖ ନାସିକା ଛଟାରେ କର ପଦ ଅଙ୍ଗୁଳିରେ - ଦନ୍ତପଂକ୍ତିରେ କେଶବେଶ ସଂସ୍କାରରେ ହାସ ଭାଷ ଚାଲି ଚଳନରେ ଏବଂ ଠାଣି ଚାହାଣିରେ। ଏ ସବୁଥିରେ ଥାଉଁ ଥାଉଁ କେବଳ ବର୍ଣ୍ଣବଦନବିଚାର ବଡ଼ ତୁଚ୍ଛ କଥା। ଆଉ ଯାହାର ନାନା ଗୁଣ ଅଛି, ତାର ରୂପଶ୍ରୀ ତ କାହୁଁ କାହୁଁ ଫୁଟିଆସିବ! ତେବେ ମୁଁ ତାହାକୁ ହତାଶ କରିବି ନାହିଁ। ବିବାହଟା ହେଲେ ପାଦ୍ରୀ ସାହେବ ବଡ଼ ସନ୍ତୁଷ୍ଟ ହୋଇଯିବେ। ପେଟପାଟଣାର ଆଉ କଷ୍ଟ କିଛି ରହିବ ନାହିଁ। ଆପାତତଃ ଏପ୍ରକାର ବିବାହର ସୁଖଟା ତ ବିଡ଼ିବା ଉଚିତ ହେଉଅଛି। ଶିକ୍ଷିତ ଦମ୍ପତୀର କି ସୁଖ, କି ଉଚ୍ଚ ଆନନ୍ଦ, ତାହା ବକ୍ତୃତାଦିରୁ ଶୁଣିଅଛି ମନେ ମନେ କଳ୍ପନା କରିଅଛି; ମାତ୍ର ଅନୁଭବ କରିନାହିଁ। ଆମ୍ଭ ଜାତିଟାରେ ସେପରି ସୁଖ ଏ ଜନ୍ମରେ ଅସମ୍ଭବ। ତେବେ କେବଳ ପିତାମାତାଙ୍କୁ ସନ୍ତୁଷ୍ଟ କରିବାପାଇଁ ଏତେବଡ଼ ସୁଖସମ୍ଭାରଟା କଣ ଛାଡ଼ିଦେଇ ବସିବି! ନା, ସେଉଟା ବଡ଼ ଅବିବେକିର କାର୍ଯ୍ୟ ହେବ। ମହାକବି କାଳିଦାସ କହିଅଛନ୍ତି ପରା-''ଅଳ୍ପସ୍ୟ ହେତୋ ର୍ବହୁହାତୁ ମିଚ୍ଛନ ବିଚାରମୂଢ଼ଃ ପ୍ରତିଭାସି ମେ ତ୍ୱଂ। '' ଏକଥା ଅକ୍ଷରେ ଅକ୍ଷରେ ସତ୍ୟ। ବିଷୟର ଗୁରୁତ୍ୱ ନ ବୁଝିବା ନିତାନ୍ତ ଗଣ୍ଡମୁର୍ଖର କାର୍ଯ୍ୟ। ଓହୋ! କେତେ ପ୍ରଭେଦ! ଏକଆଡ଼େ ସ୍ୱର୍ଗର ସ୍ନିଗ୍ଧ ଆଲୋକ- ଅନ୍ୟଆଡ଼େ ପାତାଳର ଭୀମାନ୍ଧକାର! ଏକଆଡ଼େ ପୁଷ୍ପିତ ଉପବନ ଅନ୍ୟଆଡ଼େ କଣ୍ଟକମୟ ଅରଣ୍ୟ! ଏଣେ ସ୍ୱଚ୍ଛତୋୟା ତରଙ୍ଗିଣୀ ତେଣେ ବନ୍ଧଜଳା ପୁଷ୍କରିଣୀ! କାହିଁ କଟକର ଲୀଳାବତୀ କକ୍ଷ କାହିଁ ଶୀତଳପୁରର ସେ ଚଷାସାହି। କାହିଁ ପାଦ୍ରୀ ବେନ୍ସାହେବ କାହିଁ ସାମାନ୍ୟ ପାଇକ ହରି ସ୍ୱାଇଁ। ଏଣେ ଶିକ୍ଷିତ ଖ୍ରୀଷ୍ଟିୟାନ ଯୁବକ ବନ୍ଧୁ ତେଣେ ବର୍ବର ଚଷା ଭାଇ! ଏ ମହାଅନ୍ତର ଜାଣିଶୁଣି ସୁଦ୍ଧା ଯଦି ଗ୍ରହଣ ନ କରେଁ, ତାହାହେଲେ ମୋହର ଜୀବନ ଅକାରଣ, ଏ ଶିକ୍ଷା ନିଷ୍ଫଳ, ବୁଦ୍ଧି ମୃତ୍ପିଣ୍ଡଠାରୁ ସ୍ଥୂଳ ଏବଂ ମୋହର ଏ ମନୁଷ୍ୟତ୍ୱ ବ୍ୟର୍ଥ। ଆଜି ନଦୀବନ୍ଧରେ ମୋହର ଏହି ପ୍ରତିଜ୍ଞା କଳକଳନାଦିନୀ ଏହି କଲ୍ଲୋଳିନୀର କଲ୍ଲୋଳ ପରି ମୋ ହୃଦୟକନ୍ଦରରେ ଏଥର ପ୍ରେମନିର୍ଝରିଣୀ ବହିଯିବ। ଆଉ ପୂର୍ବ ପ୍ରବାହିତ ସେହି ପ୍ରସ୍ରବଣ ସହିତ ମିଶି ଅପୂର୍ବ ପୁଲକରେ ଊର୍ଦ୍ଧ୍ୱମୁଖରେ ସେହି ଅନନ୍ତ ଆକାଶ ଆଡ଼କୁ ଶୀଘ୍ର ପ୍ରଧାବିତ ହେବ। '' ଷଷ୍ଠ ପରିଚ୍ଛେଦ କଟକ ପିଟନ ସାହି ଗଳି। ବିବିଜାନ୍। ପିଟନ ସାହି ରାସ୍ତାର କଣମୁଣ୍ଡରେ ଅଳ୍ପ ଅଳ୍ପ ଛଡ଼ାରେ ଯୋଡ଼ିଏ ଚାଳି ଘର ଅଛି। ଗୋଟିକର ଚାରିପାଖରେ କେତୋଟି ଫଳଭାରନତ ଆତଗଛ ଦାଣ୍ଡ ବଡ଼ ଘରଟିରେ ଦୁଇପହର ଛଡ଼ା ସବୁବେଳେ ଛେଳି ମେଣ୍ଢାମାନଙ୍କର କର୍ଣ୍ଣ ବଧିରକାରୀ ମେଁ-ମାଁ ଶଦ୍ଦ ଶୁଣାଯାଏ। ଭିତର ପାଖର ସାନ ବଖରାଟିରେ ବୁଢ଼ୀ ବିବିଜାନର ସମସ୍ତ ଘରକରଣା ଜିନିଷପାତି ରହିଅଛି। ସଞ୍ଜ ହେଲେ ବିବିଜାନ୍ ଛେଳି ମେଣ୍ଢାମାନଙ୍କର ସେହି ବିକଟାଳ ରଡ଼ି ଭିତରେ ଆଉ ମଳମୂତ୍ରର ସେ ଉତ୍କଟ ଦୁର୍ଗନ୍ଧ ଭିତରେ ନାକ କାନକୁ ପଥର କରିଦେଇ ଦାଣ୍ଡଘରର ଦୁଆରେ ବସି ରାସ୍ତାରେ ଯିବା ଲୋକଙ୍କୁ ତକାଇ ବସିଥାଏ। ଆଗରେ ଗୋଟିଏ ବାଉଁଶ ଟୋକାଇରେ କେତେଗୁଡ଼ିଏ ଗଛପାଚିଲା ଆତ ବିକିବା ପାଇଁ ଥୁଆ ହୋଇଥାଏ। ଦିନବେଳେ ବୁଢ଼ୀ କେତେଗୁଡ଼ିଏ ଗୁଲ ଆଉ ଟିକିଆ ଟୋକେଇରେ ପୂରାଇ ପଡ଼ୋସୀ ଗୁଡ଼ାଖୁସେବିମାନଙ୍କର ଦ୍ୱାର ଦ୍ୱାର ବୁଲି ଆପଣା ଉଦରପୂରଣର ଉପାୟଟା କରିପକାଇଥାଏ। ସନ୍ଧ୍ୟା ବୈଠକରେ ପାଖ ପଡ଼ୋସୀ ରାମିଆ ମା' ଆସି ବିଶ୍ୱାସ କଥା ଭାଷାରେ ମିଳିଯାଏ। ପାଠକେ, ବୋଧହୁଏ ଏହାର ପରିଚୟ ପାଇବାପାଇଁ ଉନ୍ମୁଖ ହେବେ। ସେଥିପାଇଁ ସଂକ୍ଷେପରେ ଏତିକି କହି ପାରୁଁ ଯେ, ରାମିଆର ବାପ କେଉଁ ଶଙ୍କର ବାବୁଙ୍କ ବଗିଚାରେ ମାଳି ଥିବାରୁ ସେହିଠାରେ ଥାଏ। ଶନିବାର ରବିବାର ଦେଖି ଖଞ୍ଜଖାଞ୍ଜରେ ଖସି ଆସି ଘେରାଏ ଘରଦ୍ୱାର ବୁଲି ଚାଲିଯାଏ। ରାମିଆ ମା'ର ଉଭୟ ଲିଙ୍ଗର ଦୁଇ ଚାରିଟା ପିଲା।